ଅଧିକାଂଶ ମଣିଷଙ୍କୁ ଯାହା ଅନ୍ତରାଳ କରି ରଖିଛି, ଅଧିକାରଚ୍ୟୁତ କରି ରଖିଛି ତାହା ସଂସ୍କୃତ ଭାଷା। ଦେଶରେ ପ୍ରଜାମାନଙ୍କ ସକାଶେ ଶାସନ ଚାଲୁଛି ବୋଲି ସଂସ୍କୃତର ମଞ୍ଚାରେ ବସିଥିବା ସାମନ୍ତମାନେ କହୁଛନ୍ତି। ଯେଉଁମାନେ ଏହି ଦେଶ ସ୍ୱାଧୀନତା ଲାଭ କରିବାର ପଚାଶବର୍ଷ ପରେ ମଧ୍ୟ ନିଜକୁ ସାମନ୍ତ ବୋଲି ମଣନ୍ତି, ସେମାନଙ୍କ ଆଖିରେ ତଳେ ସମସ୍ତେ ଅବଶ୍ୟ ପ୍ରଜାଙ୍କ ପରି ଦିଶୁଥିବେ। ଦେଶରେ ପ୍ରଜାଙ୍କ ପାଇଁ ଶାସନ ଚାଲିଛଚି, ପ୍ରଜାଙ୍କର ଶାସନ ଆଦୌ ଚାଲିନାହିଁ। ଭାରତବର୍ଷରେ ବର୍ତ୍ତମାନ କେହି ପ୍ପୁଜା ରହିବାର କଥା ନୁହେଁ। ବର୍ତ୍ତମାନ ଏଠାରେ ସମସ୍ତେ ନାଗରିକ। କିନ୍ତୁ, ଯେହେତୁ ସେମାନେ ସାମନ୍ତ ହୋଇ ରହିବେ ବୋଲି ଅନ୍ୟମାନଙ୍କୁ ପ୍ରଜାଜ୍ଞାନ କରି ଦେଖୁଛନ୍ତି ଓ ଶାସୁଛନ୍ତି, ସେଥିଲାଗି କୋଟି କୋଟି ଲୋକ ପ୍ରଜାର ସ୍ତରରେ ହିଁ ପଡ଼ିଛନ୍ତି, ନାଗରିକର ଅନ୍ୟ ସ୍ତରଟିକୁ ଆସିବା ନିମନ୍ତେ ସେମାନଙ୍କ ପାଖରେ ଆଉ କୌଣସି ସାମର୍ଥ୍ୟ ନାହିଁ। ସଂସ୍କୃତଟା ହିଁ ଏହି ସ୍ଥିତିଟାକୁ କାଏମ କରି ରଖିବାରେ ସବୁଠାରୁ ଅଧିକ ସାହାଯ୍ୟ କରୁଛି। ଯାବତୀୟ ଭୋଗ ଓ ସୁଯୋଗ ଅଳପ ମଣିଷଙ୍କର ପହୁଞ୍ଚ ଭିତରେ ରହିବ, ସଂସ୍କୃତରେ ସବୁକିଛି ଲେଖା ହୋଇ ରହି ସେହି ଅନ୍ୟାଟା ଅନ୍ୟାୟଟାକୁ ଦେଶରେ ପୂରା ଦୋରସ୍ତ କରି ରଖିଛି। ମାତ୍ର ସତ କଥା ହେଉଛି, ଆମେ ଏଠାରେ ଆଉ କାହାରି ପ୍ରଜା ହୋଇ ରହିବାକୁ ମୋଟେ ରାଜି ନୋହୁଁ। ଆମେ ନାଗରିକ ହୋଇ ସାରିଲୁଣି। ନିଜକୁ ନାଗରିକ ବୋଲି ଅନୁଭବ ବି କଲୁଣି। ଆମେ ଏଥର ଆମ ନିଜ ଭାଷାରେ କଥା କହିବୁ। ତୁମେ ଯିଏ ଆମକୁ ଶାସନ କରିବାକୁ ଆମ ପାଖକୁ ଆସିବ, ତୁମେ ଆଗ ଆମ ଭାଷାକୁ ଜାଣିବ ଓ ତା'ପରେ ଯାଇ ଆସିବ। ଆମ ଭାଷାକୁ ଜାଣିବାର ଅର୍ଥ ହେଉଛି, ତୁମେ ଆମକୁ ସମକକ୍ଷ ବୋଲି ଜାଣିବ। ଆମକୁ ଦୟା କରିବ ନାହିଁ। ପଛରେ ରହିଛୁ ବୋଲି ଦରଦ ଦେଖାଇ ଆମ ପାଇଁ ଏଇଟା ବା ସେଇଟାର ବରାଦ କରି ବାହାରିବ ନାହିଁ। ତୁମେ ଆମକୁ ସମ୍ମାନ ଦେବ, ସ୍ୱୀକୃତି ଦେବ। ଆମ ପାଇଁ ଦୟାକରି ଚାଉଳ କିଲୋକୁ ଦୁଇଟଙ୍କା ନକରିବ ପଛେ, ଆମକୁ ସ୍ୱୀକୃତି ଦେବ ଏବଂ ସମ୍ମାନ ଦେବ। ଆମ ପିଲାଏ ତୁମ ପିଲାମାନଙ୍କ ଠାରୁ ଯେ କୌଣସି ପ୍ରକାରେ ଊଣା ନୁହନ୍ତି, ସେହି ରାଜନୀତିକ ସତ୍ୟଟିକୁ ସବାଆଗ ସ୍ୱୀକାର କରିବ। ସବୁକିଛି ସଂସ୍କୃତରେ ଲେଖା ହୋଇ ରହିଥିବ। ତୁମେ ସହରମାନଙ୍କରେ ଓ ଉଚ୍ଚ ମଥାନମାନଙ୍କରେ ବସି ଏହି ଦେଶକୁ ମହାନ ବୋଲି କହୁଥିବ ଏବଂ ଆମକୁ ନାନା ପ୍ରକାରେ ବଞ୍ଚିତ କରି ରଖିଥିବ, ଏକଥା ଆଉ ମୋଟେ ହୋଇପାରିବ ନାହିଁ। ଏହି ଭୂମିର ସ୍ୱାଧୀନତା ଆମଯାଏ ଅଲବତ ଆସିବ। ଏହି ଭୂମିକୁ ଆମେ ଆମ ନିଜ ଭାଷାରେ ହିଁ ବୁଝିବୁ, ନିଜ ଭାଷାରେ ଚିହ୍ନିବୁ ଏବଂ ନିଜ ଭାଷାର ଅନୁରାଗ ଦେଇ ତାହାକୁ ନୂଆ ଭାବେ ଗଢ଼ିବୁ। ଏହି ଦେଶରେ ତୁମ ଆମ ସମସ୍ତଙ୍କର ଭାଗ ରହିବ, କେହି କାହାକୁ ଗିଳି ପକାଇବା ନିମନ୍ତେ ସଂସ୍କୃତକୁ ଆଦୌ ଗୋଟାଏ କୌଶଳ ରୂପେ ବ୍ୟବହାର କରିପାରିବେ ନାହିଁ। ଏପର୍ଯ୍ୟନ୍ତ ଯେଉଁମାନେ ସଂସ୍କୃତରେ ସବୁ ଲେଖିକରି ରଖିଛନ୍ତି ଏବଂ ଦେଶଟାକୁ ଏକାକୀ ଭୋଗକରି ଅଧିକ ବଡ଼ ଦେଖାଯିବେ ବୋଲି ଚକ୍ରାନ୍ତ କରି ଆସିଛନ୍ତି, ଆମେ ସେମାନଙ୍କୁ ଏଥର ବର୍ବର ବୋଲି ହିଁ ଘୋଷଣା କରିବୁ। ତାହା କିପରି ଏକ ଦେଶ, ଯେଉଁଠି ଅଧରୁ ଅଧିକ ମଣିଷ ବୋକା ହୋଇ ଅନାଇ ରହିଥିବେ ବୋଲି ସବୁକିଛି ସଂସ୍କୃତରେ ଲେଖାହୋଇ ରହିଥାଏ? ସେମାନେ ପ୍ରକୃତରେ କିଭଳି ମନୁଷ୍ୟ, ଯେଉଁମାନେ ଧର୍ମ, ନୀତି, ସଂସ୍କୃତି, ସଭ୍ୟତା ସବୁକିଛିର ଡ଼ିଣ୍ଡିମ ବଜାଉ ଥାଆନ୍ତି ଏବଂ ଯୋଜନା କରି ଅଧରୁ ଅଧିକ ମଣିଷଙ୍କୁ